' ତା କଥା ଶୁଣି ଶତ୍ରୁଜିତ ଜୋରରେ ହସିଉଠିଲେ, 'ସେଇ ଲୋକଟିର ନାମ ଶତ୍ରୁଜିତ ନୁହେଁ ତ? ' 'ଆଜ୍ଞା... ଆଜ୍ଞ... ସେ କହୁଥିଲେ, ସେଇ ନାମ ସମସ୍ତେ ଜାଣିଛନ୍ତି। ' 'ତା'ହେଲେ ମୁଁ ଦେଖୁଛି ଏ ଘଟଣାରେ ତମେ ବହୁତ କିଛି ଜାଣିଛ? ' 'ନା, ଆଜ୍ଞା! ' ଶତ୍ରୁଜିତ ତାକୁ କିଛିକ୍ଷଣ ଅନାଇ ରହିଲେ। ତ'ପରେ କହିଲେ, 'ସୁବ୍ରତବାବୁ ତା'ହେଲେ ଆସି ଏଇ ଚେୟାରରେ ବସିଥିଲେ? ' 'ହଁ, ଆଜ୍ଞା! ମୋତେ ଟେଲିଫୋନ କଥା ପଚାରୁଥିଲେ। ଆଉ ସେଇଟା ଲେଉଟାଇ କଣ ଦେଖୁଥିଲେ। ' 'ଟେଲିଫୋନ ଖୋଲିଥିଲେ? ' 'ନା। ' ତା'ପରେ କ'ଣ ଭାବି କହିଲା, 'କେଜାଣି ହୁଏତ ଖୋଲିଥିବେ। ମୁଁ ଦିଆସିଲି ଆଣିବାକୁ ଯାଇଥିଲି। ଯଦି। ସେତେବେଳେ ଖୋଲିଥାଆନ୍ତି। ' 'ତା'ହେଲେ ଏଇ ଚରଟଗୁଡ଼ିକ ସେ ଟାଣିଥିଲେ? ' 'ହଁ। ' 'ତମ ବାବୁ ଆଉ ମାଆଙ୍କ ଭିତରେ କେବେ କେମିତି ପାଟିତୁଣ୍ତ ହୁଏ? ' 'ନାହିଁ ଆଜ୍ଞା, ବାବୁ ମାଆଙ୍କୁ ଖୁବ୍ ଭଲ ପାଆନ୍ତି। ସେମାନଙ୍କ ଭିତରେ କେବେ କଳିଗୋଳ କି ମନ ଫଟାଫଟି ହେବାର ମୁଁ ଦେଖିନାହିଁ। ' 'ତା'ହେଲେ କାଲି ସକାଳେ ତମ ବାବୁଙ୍କୁ ତାଙ୍କ ମା ଘରକୁ ଯିବାପାଇଁ ମା ଟେଲିଫୋନ କରିଥିଲେ? ' 'ସୁପରଭାଇଜରବାବୁ ସେଇକଥା କହୁଥିଲେ। ' 'ସେତେବେଳକୁ ତମ ବାବୁ ବାହାରକୁ ଚାଲିଗଲେଣି? ' 'ହଁ, ଆଜ୍ଞା! ସେ ହୁଏତ ଡେରିରେ ଯାଇଥାଆନ୍ତେ; କିନ୍ତୁ କୋଉଠୁ ଗୋଟିଏ ଫୋନ୍ ପାଇ ସେ ଚାଲିଯାଇଥିଲେ। ' 'ବହୁତ ଧନ୍ୟବାଦ। ତମ ଆମ ଭିତରେ ଏଇ କଥାବାର୍ତ୍ତା ଯେମିତି ଅନ୍ୟ କେହି ନ ଜାଣିନ୍ତି। ଏପରିକି ତମ ବାବୁ ମଧ୍ୟ। ' 'ହଁ, ଆଜ୍ଞା! ' ଶତ୍ରୁଜିତ ଉଠିଲେ, 'ଆସନ୍ତୁ ମି: ମହାନ୍ତି! ଆଚ୍ଛା, ଆମେ ପୁଣି କେତେବେଳେ ଆସିବୁ। ଆମ କଥା ଯେମିତି ମନେ ରହେ। ' ତା'ପରେ ନିଜର ଲେଦର ବ୍ୟାଗ୍ଟା ଉଠାଇ ସେ ବାହାରକୁ ବାହାରିଆସୁଥିଲେ। ପୁଣି କ'ଣ ଭାବି ସିଧା ଟେଲିଫୋନ ନିକଟକୁ ଯାଇ ରିସଭର ଉଠାଇଲେ। ତା'ପରେ ତାଙ୍କର ନିର୍ଦ୍ଦିଷ୍ଟ ନମ୍ବର ଜଣାଇ କିଛିକ୍ଷଣ ଛିଡ଼ା ହେଲେ। 'ହ୍ୟାଲୋ, ତନ୍ମୟ! ମୁଁ ମି: ପାତ୍ରଙ୍କ ଘରୁ କହୁଛି। କ'ଣ କହିଲ, ଅମ୍ବରୀଶବାବୁ ଅପେକ୍ଷା କରି ରହିଛନ୍ତି? ହଁ, ଆମେ ଏବେ ସେଇଠିକି ଯାଉଛୁଁ। ଛାୟା ଫେରିଲାଣି? ଆଚ୍ଛା ତେବେ ଅଧଘଣ୍ଟାଏ ପଇଁଚାଳଶି ମିନଟ ଭିତରେ। ଓ: କେ:' ରିସିଭର ରଖି ଶତ୍ରୁଜିତ ମି: ମହାନ୍ତିଙ୍କ ସହିତ ବାହାରକୁ ଆସିଲେ। 'ଜୟନ୍ତୀ ତମେ ଶିକ୍ଷିତା, ବୁଦ୍ଧିମତୀ। ମୁଁ କହିବା ଅପେକ୍ଷା ତମେ ନିଶ୍ଚୟ ଜାଣିପାରୁଥିବେ ଯେ ଛାୟାର ଘରୁ ରହସ୍ୟଜନକ ଭାବରେ ଅନ୍ତର୍ଦ୍ଧାନ ହେଇଯିବା ପରେ ପରେ ସ୍ନେହଲତାର ମୃତ୍ୟୁ ସଂଘଟିତ ହେଇଚି। ଆଉ ତାଙ୍କର ପ୍ରାସାଦ ନିକଟରେ ସନ୍ଧ୍ୟା ସମୟରେ ତମେ ଘୂରିବୁଲୁଥିବାର ପୋଲିସ ନିର୍ଭର ଯୋଗ୍ୟ ସମ୍ବାଦ ପାଇଛି। ମନେ ତମକୁ ଫଲୋ କରି କରି ଯୋଉ ବ୍ୟକ୍ତିଜଣକ ହୋଟେଲ ପେଲେସରେ ପହଞ୍ଚିଥିଲା ସେ ରିପୋର୍ଟ ଦେଇଛି ଯେ ତମେ ନଅଟାଠାରୁ ସାଢ଼େ ଏଗାରଟା ପର୍ଯ୍ୟନ୍ତ ବାହାରେ ରହିଥିଲେ। ଆଉ ସ୍ନେହଲତାର ଭିତରେ ହିଁ ହେଇଛି। ' 'ଶତ୍ରୁଜିତିବାବୁ! ' ଯୁଗଯୁଗର ପୁଞ୍ଜୀଭୂତ ଭୟ ଆଉ ଆଶଙ୍କାର ଛାୟା ଜୟନ୍ତୀର ଚକ୍ଷୁରେ ଏକାଥରେ ଯେମିତି ଫୁଟିଉଠୁଥିଲା। 'ବେଶ୍, ଏଇ ଯୋଉ ସମ୍ବାଦ ସେଇ ଗୁପ୍ତଚର ଜଣକ ଜଣାଇଛି ଏଥିରୁ ସହଜରେ ତମେ ବୁଝିପାରୁଥିବ ଯେ ତମେ ପୁଣି ଗୋଟିଏ ହତ୍ୟାକାଣ୍ତ ସହିତ ସଂପୃକ୍ତ ହୋଇପଡ଼ିଚ। ' 'ନା, ନା, ମି: ଶତ୍ରୁଜିତ! ମୋତେମୋତେ ବିଶ୍ୱାସ କରନ୍ତୁ। ' 'ମୁଁ ବିଶ୍ୱାସ କରୁଛି, ତମେ ସ୍ନେହକୁ ହତ୍ୟା କରିନାହିଁ। କିନ୍ତୁ ମୋ ବିଶ୍ୱାସ ଉପରେ ନିର୍ଭର କରି ପୋଲିସ ତମକୁ ନିର୍ଦ୍ଦୋଷ ବୋଲି ସାବ୍ୟସ୍ତ କରିପାରିବ ନାହିଁ। କେବଳ ତମକୁ ନୁହେଁ ଜୟନ୍ତୀ, ପ୍ରମୋଦବାବୁଙ୍କୁ ବି ହତ୍ୟାକାରି ବୋଲି ଗିରଫ କରିବାପାଇଁ ପୋଲିସ ଖୋଜି ବୁଲୁଚି। ' 'ଶତ୍ରୁଜିତ ବାବୁ! ନାନା, ମୁଁ କିମ୍ବା ପ୍ରମୋଦ କେହି ତାଙ୍କୁ ଖୁଣ କରିନାହୁଁ। ମୁଁ ବରଂ ଫାଶୀଖୁଣ୍ଟରେ ଝୁଲିପାରେ, କିନ୍ତୁ ପ୍ରମୋଦଙ୍କୁ ବଞ୍ଚାନ୍ତୁ, ଶତ୍ରୁଜିତ ବାବୁ! ତାଙ୍କର ମାନ ସମ୍ମାନ ମୋ ପାଇଁ ନଷ୍ଟ ହେବାକୁ ଦିଅନ୍ତୁ ନାହିଁ। ' ଶତ୍ରୁଜିତ ଗମ୍ଭୀରଭାବରେ ସିଗାରେଟର ଧୂଆଁ ଛାଡ଼ୁ ଛାଡ଼ୁ କହିଲେ, 'ତମ ପ୍ରତି ପ୍ରମୋଦଙ୍କ ପ୍ରତି ମୋର ଯଥେଷ୍ଟ ସ୍ନେହ ଅଛି। ଆଉ ମୋର ହୃଦ୍ବୋଧ ହେଇଛି, ଅନ୍ତନ୍ତ ଦାସ ଅଥବା ସ୍ନେହଲତାର ଅପମୃତ୍ୟୁ ତମମାନଙ୍କ ଦ୍ୱାରା ହେଇନାହିଁ।